ଆଚ୍ଛା, ତମ ଦୁଇ ଜଣଙ୍କ ଛଡ଼ା ଏ ଦ୍ୱୀପରେ ଆଉ କେହି ଅଛନ୍ତି? ନା ସାର୍, କେହି ନାହିଁ। ସବୁକଥା ବିଚାର କରି, ମନେହେଉଛି, ଯେ ନିମନ୍ତ୍ରଣ କରି ଡାକିଆଣିଛି ସେ ସୁସ୍ଥମସ୍ତିଷ୍କ ଲୋକ ନୁହେଁ। ମୋର ମନେହୁଏ, ଲୋକଟି ବିପଜ୍ଜନକ। ଯେତେଶୀଘ୍ର ଏ ଦ୍ଵୀପ ଛାଡ଼ି ଚାଲିଯିବ ସେତେ ମଙ୍ଗଳ। ମୋର ପ୍ରସ୍ତାବ, ଆଜି ରାତିରେ ଚାଲିଯିବା। ବୋଟ୍ ତ ନୁହଁ । କୂଳ ସହିତ ଯୋଗାଯୋଗ ରଖୁଛ କିପରି? ପ୍ରତିଦିନ ସକାଳେ ଗୋଟାଏ ବୋଟ୍ ଆସି ଜିନିଷପତ୍ର, ଚିଠିପତ୍ର ଦେଇଯାଏ ଓ ଫରମାସ ନେଇଯାଏ। ଚିନ୍ତିତ ମହାଜନ କହିଲେ, ତେବେ କାଲି ସକାଳ ପର୍ଯ୍ୟନ୍ତ, ଆମକୁ ଅପେକ୍ଷା କରିବାକୁ ପଡ଼ିବ। ସମସ୍ତେ ଏକମତ ହେଲେ କିନ୍ତୁ ପ୍ରବୀଣକୁମାର କହିଲେ, ମୁଁ ଏ ରହସ୍ୟର ଆଭାସ ପାଉଛି। ନିଶ୍ଚୟ ସମାଧାନ କରିବି। ମୁଁ ବିପଦକୁ ଭୟ କରେନା।ହଠାତ୍ ଟେବୁଲ ଉପରେ ଇସ୍କାପାନ ବିବିଟି ଯେପରି ଓଲଟପାଲଟ ଖାଇବାକୁ ଲାଗିଲା। ମାଧବ ଆଗେଇଯାଇ ତାସ୍ ମୁଠାଟି ନେଇଆସିଲା। ଟେବୁଲକୁ ଘେରି ସମସ୍ତେ ବସିଛନ୍ତି। ରଘୁନାଥର ସ୍ତ୍ରୀ ମାଳତୀ କେବଳ ନାହିଁ। ତାସ୍ ଗୁଡ଼ିକ ଦୁଇ ଚାରି ଥର ଘୂରାଇ ଫେରାଇ ଓସ୍ତାଦ୍ ଭଙ୍ଗୀରେ ମାଧବ କହିଲା, ନିଜର ତାସ୍ ଟାଣିନିଅନ୍ତୁ। ସମସ୍ତେ ଆଗ୍ରହରେ ତାସ୍ ଗୁଡ଼ିକ ଟାଣିନେବାକୁ ଲାଗିଲେ, ଏକ ଦୁଇ ତିନି ଚାରି ପାଞ୍ଚ ଛଅ ସାତ ଆଠ ନଅ। ଫଟିକ୍ କହିଲା, ରଘୁନାଥର ସ୍ତ୍ରୀ ମାଳତୀର କାର୍ଡ଼ଗୁଡ଼ିକ ଅଲଗା ରଖ। ସମସ୍ତେ ନିଜର ତାସ୍ ଗୁଡ଼ିକ ଦେଖିଲେ। ସମସ୍ତଙ୍କ ଭିତରେ ସନ୍ଦେହର ବହ୍ନି। ପ୍ରବୀଣକୁମାର ଠିଆହେଲେ। ସେ ସମସ୍ତଙ୍କର ତାସ୍ ଗୁଡ଼ିକ ନେଇ ପୁଣି ଫେଣ୍ଟି ଟେବୁଲ ଉପରେ ରଖି ଟେବୁଲରୁ ଗୋଟାଏ ଗ୍ଲାସ୍ ଟେକିନେଇ ମୁହଁ ପାଖରେ ଧରିଲେ। ମୁହଁଟା ବିକୃତ ହୋଇଉଠିଲା। ହାତରୁ ଗିଲାସଟି ଖସିପଡ଼ିଲା। ଚେୟାରରୁ ଖସିପଡ଼ିଲେ ତଳକୁ ସେ। ବାଁ ହାତରେ ଇସ୍କାପାନ ବିବିର ତାସ୍। ତାସ୍ ଟା ମାଧବ ଚଟାପଟ ଉଠାଇ ପୁଣି ଫଟୋ ଷ୍ଟାଣ୍ଡରେ ରଖିଦେଲା। ଏପରି ଦ୍ରୁତ ଓ ଅପ୍ରତ୍ୟାଶିତ ଭାବରେ ଘଟଣାଟି ଘଟିଲା ଯେ ସମସ୍ତେ ନିର୍ବାକ୍, ନିସ୍ପନ୍ଦ। ତଳେ ଲୁଣ୍ଠିତ ଦେହଟି ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ। ଡାକ୍ତର ପ୍ରଥମେ ଆଗେଇଗଲେ। ଆଣ୍ଠୁମାଡ଼ି ନାଡ଼ି ପରୀକ୍ଷା କଲେ। ତା ପରେ ଧୀରେ କହିଲେ, ମରିଯାଇଛି। ସମସ୍ତେ ଯେପରି ବିଶ୍ୱାସ କରିପାରିଲେ ନାହିଁ। ଏଡ଼େ ସୁନ୍ଦର ସ୍ୱାସ୍ଥ୍ୟବାନ୍ ଯୁବକର କି ଶୋଚନୀୟ ପରିଣତି। ଏହା କ'ଣ ସମ୍ଭବ? ମଥୁରାନନ୍ଦ କହିଲେ, ଆପଣ କ'ଣ ମନ୍ତବ୍ୟ ଦେଉଛନ୍ତି ଡାକ୍ତର? ଶ୍ୱାସରୁଦ୍ଧତା ତାହାର ମୃତ୍ୟୁର କାରଣ। ଗିଲାସଟି ଉଠାଇନେଲେ ଡାକ୍ତର। ଟିକିଏ ଶୁଙ୍ଘିଲେ। ତଳେ ପଡ଼ିରହିଥିବା ପାଣିରେ ଅଙ୍ଗୁଳି ଦେଇ ନିଜ ଜିଭରେ ଧୀରେ ସ୍ପର୍ଶ କଲେ। ତା ପରେ ପ୍ରବୀଣକୁମାର ଆଡ଼କୁ ଅନାଇଲେ। ଓଠ ଦୁଇଟି ନୀଳ, ବିକୃତ। ଡାକ୍ତର କହିଲେ, ପ୍ରବୀଣକୁମାରର ମୃତ୍ୟୁ ଅସ୍ୱାଭାବିକ ନୁହେଁ। ବର୍ଷା ପଚାରିଲା, ଗିଲାସରେ କ'ଣ ଥିଲା କି ଡାକ୍ତର? ହଁ, ଠିକ୍ କହିପାରୁନି। ବୋଧହୁଏ ପଟାସିୟମ୍ ସାୟନାଇଡ୍। ଶୀଘ୍ର କାମ କରିଛି। ବିଚାରପତି ବିସ୍ମୟରେ କହିଲେ, କ'ଣ, ଗିଲାସରେ ଥିଲା? ହଁ। ମାଧବ ପଚାରିଲା, ପ୍ରବୀଣକୁମାର କ'ଣ ନିଜେ ମିଶାଇ ପିଇଛି ବୋଲି ଭାବୁଛନ୍ତି? ଫଟିକ୍ କହିଉଠିଲା, ଆତ୍ମହତ୍ୟା, ଆଶ୍ଚର୍ଯ୍ୟ। ବର୍ଷା ଧୀରେ ଧୀରେ କହିଲା, ନା, ଏହା ଆତ୍ମହତ୍ୟା ନୁହେଁ। ଡାକ୍ତର କହିଲେ, ଆତ୍ମହତ୍ୟା କ'ଣ ଆଉ ହୋଇପାରେ? ସମସ୍ତେ ମୁଣ୍ଡ ହଲାଇଲେ। ନା, ଆତ୍ମହତ୍ୟା ଛଡ଼ା ଆଉ କିଛି ହୋଇ ନ ପାରେ। ଟେବୁଲର ଅନ୍ୟ ଗ୍ଲାସର ପାନୀୟ ପରୀକ୍ଷା କରାଗଲା। କିନ୍ତୁ ସେଗୁଡ଼ାକରେ କିଛି ନ ଥିଲା। ସମସ୍ତେ ଲକ୍ଷ୍ୟ କରିଥିଲେ ଯେ ପ୍ରବୀଣକୁମାର ଉଠିଯାଇ ଟେବୁଲର ସେ କଡ଼ର ଗିଲାସଟିକୁ ପିଇବାକୁ ନେଇଥିଲେ। ତଥାପି, ପ୍ରବୀଣକୁମାର ଆତ୍ମହତ୍ୟା କରିବ କାହିଁକି? ଫଟିକ୍ କହିଲା, ଡାକ୍ତର, ମୋର ମନେହେଉଛି ଗୋଟାଏ କେଉଁଠି ଅଜଣା ରହସ୍ୟ ରହିଛି। ଆତ୍ମହତ୍ୟା କଲାଭଳି ପିଲା ପ୍ରବୀଣକୁମାର ନ ଥିଲା। ଡାକ୍ତର ହଁ ଭରିଲେ। ଡାକ୍ତର ଓ ମାଧବ ପ୍ରବୀଣକୁମାର ମଲା ଦେହକୁ ତା ଘରକୁ ନେଇଯାଇ ରଖି ତା ଉପରେ ଧଳା ଚାଦର ଢାଙ୍କିଦେଲେ। ତଳକୁ ଓହ୍ଲାଇଲେ। ଥଣ୍ଡା ନାହିଁ ଅଥଚ ସମସ୍ତେ ଶୀତରେ କମ୍ପିଉଠୁଛନ୍ତି। ପାରସ୍ପରିକ ଏହି ସାନ୍ନିଧ୍ୟ ଟିକକ ଯେପରି ନିରାପତ୍ତା। ବିନୋଦିନୀ କହିଲେ, ରାତି ଅନେକ ହେଲାଣି, ଏବେ ଶୋଇବାକୁ ଗଲେ ହୁଅନ୍ତା? ରାତି ବାରଟା, ନା ଟିକିଏ ନିଦ, ବିଶ୍ରାମ ଦରକାର, କହିଲେ ମହାଜନ। ରଘୁନାଥ କହିଲା, ମୁଁ ତ କିଛି ସଫାସୁତୁରା କରିପାରିନି ଏ ଯାଏଁ। କି ଯେ ବିପତ୍ତି!